ତେଣୁ ବିବେକ ନୀରବ ହୋଇଗଲା। ପ୍ରତ୍ୟେକ ପ୍ରାଣୀ ବୁଦ୍ଧିକୁ ଯେତେ ବ୍ୟବହାର କରନ୍ତି, ବିବେକକୁ ତାହାଠାରୁ ଅଳ୍ପ ବ୍ୟବହାର କରନ୍ତି। ମନ କୌଣସି ଅସତ୍ କାର୍ଯ୍ୟ କରିବାକୁ ସ୍ଥିର କଲାକ୍ଷଣି ବିବେକ ବାଧା ଦିଏ। ମନ ସେତେବେଳେ କାର୍ଯ୍ୟଟିର ଆପାତ ମଧୁରତା ବିଷୟ ଭାବୁଥାଏ। ମନ ଓ ବିବେକ ପରସ୍ପର ଯୁକ୍ତି କରନ୍ତି। ଯେଉଁ ମନ ଇନ୍ଦ୍ରିୟଗୁଡ଼ିକର ବଶବର୍ତ୍ତୀ ହୋଇ ଚଳି ଆସିଛି, ସେହି ମନ ବିବେକକୁ ଅତି ସହଜରେ ପରାସ୍ତ କରିଦିଏ। ବିବେକ ନୀରବ ହୋଇଗଲେ ମନ ଇନ୍ଦ୍ରିୟ-ସୁଖକର ଆପାତ ମଧୁରତାରେ ଭୁଲିଯାଇ ଚୋରି ପ୍ରଭୃତି ଅସତ୍ କାର୍ଯ୍ୟଗୁଡ଼ିକ କରିପକାଏ। ବିବେକ ପରିଣାମଦର୍ଶୀ କିନ୍ତୁ ଇନ୍ଦ୍ରିୟ ଓ ମନ ଅପରିମାଣମଦର୍ଶୀ। ଏଥିପାଇଁ ବିବେକକୁ ବିଚାରଶକ୍ତି କହନ୍ତି। ପଶୁପକ୍ଷୀ ଓ କୀଟପତଙ୍ଗଠାରେ ଥିବା ବିଚାରଶକ୍ତି ବେଶୀ ସମୟ କାମ କରିପାରେ ନାହିଁ। ତାହା ଅତି ଅଳ୍ପ ସମୟ ଭିତରେ ନୀରବ ହୋଇଯାଏ। ଶେଷରେ ମନ ଇନ୍ଦ୍ରିୟ-ସୁଖକର କାର୍ଯ୍ୟରେ ଲାଗିଯାଏ। ସବୁ ପଶୁ ବା ସବୁ ପକ୍ଷୀଙ୍କ ଠାରେ ବିଚାରଶକ୍ତି ସମାନ ଭାବରେ କାମ କରିପାରେ ନାହିଁ। କୁକୁର, ବିରାଡ଼ି ଓ ହରିଣ ପ୍ରଭୃତି ଗୃହପାଳିତ ପଶୁଗୁଡ଼ିକ ମୁନିବର ଭୟରେ ବିଚାରଶକ୍ତିକୁ ବେଶି ବ୍ୟବହାର କରିବାକୁ ଅଭ୍ୟସ୍ତ ହୋଇଥାନ୍ତି। ଏହା ଫଳରେ କୁକୁର ଗୃହପାଳିତ ଛେଳି, ମେଣ୍ଢା ଓ କୁକୁଡ଼ାକୁ ମାରେ ନାହିଁ କି ଗୃହ ମଧ୍ୟରେ ମଳତ୍ୟାଗ କରେ ନାହିଁ। ମନୁଷ୍ୟମାନଙ୍କ ମଧ୍ୟରୁ ଦୁଷ୍ଟଠାରେ ବିଚାରଶକ୍ତି ଅଳ୍ପ କାମ କରେ। ଦୁଷ୍ଟ ଲୋକ ଗୃହପାଳିତ ପଶୁପରି ସମାଜର ନିନ୍ଦାଭୟ ଓ ଦେଶର ଆଇନ ଭୟ ଯୋଗୁଁ ବିଚାରଶକ୍ତିକୁ ବ୍ୟବହାର କରିବାକୁ ଯତ୍ ସାମାନ୍ୟ ଅଭ୍ୟସ୍ତ ହୋଇଯାଏ କିନ୍ତୁ ସାଧୁ ସ୍ଵଭାବର ଲୋକମାନେ ବିଚାରଶକ୍ତିର ବେଶୀ ଆଶ୍ରୟ ନେଇଥାନ୍ତି। ସେମାନେ କୌଣସି କାମ କରିବା ପୂର୍ବରୁ ତାହାର ପରିଣାମ ଚିନ୍ତା କରନ୍ତି। ସେମାନେ ଇନ୍ଦ୍ରିୟ ଆପାତ ମଧୁରତାରେ ଭୁଲିବାକୁ ଚାହାନ୍ତି ନାହିଁ। ଏଥିପାଇଁ ସେମାନଙ୍କର ଇନ୍ଦ୍ରିୟଗୁଡ଼ିକ ସଂଯତ ହୋଇଥାଏ। ଯାହାର ଇନ୍ଦ୍ରିୟ-ସଂଯମ ଯେତେ ଅଧିକ, ତାହାର ମନ ବିଚାରଶକ୍ତି ଦ୍ଵାରା ତେତେ ଅଧିକ ଚାଳିତ ହୁଏ। ସଂଯମୀ ବ୍ୟକ୍ତି ସଂସାରର ସୁଖଶାନ୍ତି ଲାଭ କରିବାର ସୁବିଧା ପାଏ। ତାହାର ମନ ଗୋଟିଏ କାମରେ ଶେଷ ପର୍ଯ୍ୟନ୍ତ ଲାଗି ରହେ। ସେ କୌଣସି ଅସତ୍ କାର୍ଯ୍ୟ କରିବାକୁ ଭଲପାଏ ନାହିଁ। ଆଉ ମଧ୍ୟ ସେ ଚେଷ୍ଟା କଲେ ଈଶ୍ଵରଙ୍କୁ ପାଇପାରେ। ଅସଂଯମୀ ବ୍ୟକ୍ତି ପକ୍ଷରେ ଈଶ୍ଵରଙ୍କୁ ପାଇବା ତ ଦୂରର କଥା, ନିଜ ପରିବାରର ବା ନିଜ ଦେଶର କୌଣସି ବ୍ୟକ୍ତିର ଆଦର ପାଇବା ସମ୍ଭବପର ନୁହେଁ। ଏହି ସଂଯମ କିପରି ଅଭ୍ୟାସ କରିବାକୁ ହେବ, ପୃଥିବୀର ଆଦର୍ଶ ମାନବ ମହାତ୍ମା ଗାନ୍ଧୀ ତାଙ୍କ ଆତ୍ମକାହାଣୀରେ ବର୍ଣ୍ଣନା କରିଛନ୍ତି। ସେ ବିଚାରଶକ୍ତି ଦ୍ଵାରା ଚାଳିତ ହୋଇ ନିଜର ଅସତ୍ ଅଭ୍ୟାସଗୁଡ଼ିକୁ ବର୍ଜନ କରିଛନ୍ତି। ତାହାହିଁ ବିଚାରଶକ୍ତି ବର୍ଦ୍ଧନର କୌଶଳ। ୟ-ଇନ୍ଦ୍ରିୟ ସଂଯମ ଦ୍ଵାରା ଯଦି ଉପକାର ମିଳିବ, ତେବେ ସବୁ ଇନ୍ଦ୍ରିୟକୁ ଅଚଳ କରିଦେଲେ ତ ବେଶୀ ଉପକାର ମିଳିବ? ଆଖିର ଦେଖିବା ଶକ୍ତି ଥିବାରୁ ସିନା କାମ କଲାବେଳେ ଆଖି ଅନ୍ୟମନସ୍କ କରାଇ ଦେଉଛି? ମ-ଶରୀର ଇନ୍ଦ୍ରିୟଗୁଡ଼ିକ ଦ୍ଵାରା ପରା କାମ କରିବ? ଭଲ କାମ ପାଇଁ ଏବଂ ମନ୍ଦ କାମ ପାଇଁ ଇନ୍ଦ୍ରିୟ ଲୋଡ଼ା। ଇନ୍ଦ୍ରିୟଗୁଡ଼ିକ ଅଚଳ ହୋଇଗଲେ ମନ୍ଦ କାମ ବନ୍ଦ ହେବା ସଙ୍ଗେ ସଙ୍ଗେ ଭଲ କାମ ମଧ୍ୟ ବନ୍ଦ ହୋଇଯିବ। ଏପରିକି ଶରୀର ରକ୍ଷା ପାଇଁ ଖାଦ୍ୟ ଦ୍ରବ୍ୟ ସଂଗ୍ରହ କରି ପାରିବ ନାହିଁ,